ମୋର ନିର୍ଜନତାର ଏକମାତ୍ର ସାଥୀ ଘରଚଟୀଟିକୁ ତୁ ମାରି ପକାଇଲୁ? '' ପ୍ରତିହିଂସାରେ ଜଳୁ ଜଳୁ ଚନ୍ଦ୍ରାବତୀ କହିଲା.. ''ଏ ଚଢେଇଟି ତୁମର ସାଥୀ ନୁହେଁ ବାପା-! ତୁମର ଚିର ଶତ୍ରୁ। କେବଳ ଇଆରି ପାଇଁ ହିଁ ଜଗତର ସବୁ ଅମଙ୍ଗଳ। ଏବେ ଦେଖ... ଆମର ଏଇ ଛୋଟ ଘର ସୁନା ପାଲଟି ଯିବ। '' ଦୀର୍ଘ ନିଃଶ୍ୱାସ ପକାଇ କପାଳରେ ହାତ ରଖି ଭୂଇଁ ଉପରେ ବସି ପଡ଼ିଲେ ମାଖନ୍ଚୌଧୁରୀ। ତାଙ୍କ ଅନ୍ତର ଭିତରୁ ଏକ ବେଦନାର ସ୍ୱର ଉଠିଲା। ସେ ସ୍ୱର କିନ୍ତୁ ଶୁଭୁ ନ ଥିଲା ଚନ୍ଦ୍ରାବତୀକୁ। ସେ ଏକ ନିଃଶବ୍ଦସ୍ୱର। ଅନାଦି କାଳରୁ ଏ ସ୍ୱରରୁ ଝଙ୍କାର ଉଠୁଛି। କିନ୍ତୁ ଶୁଭୁନାହିଁ ସମସ୍ତିଙ୍କି। ଏ ସ୍ୱରକୁ ଯିଏ ଶୁଣିପାରେ.. ସେ କେବଳ ହାୟ... ହାୟ ହୋଇ ଅତୀତ, ବର୍ତ୍ତମାନ ଆଉ ଭବିଷ୍ୟତ କଥା ଚିନ୍ତା କରି କରି ମରେ। ମନର ରାଜ୍ୟରେ ସେ ସ୍ୱରର ତରଙ୍ଗ ଚମକ ଖେଳାଏ। ଚଢ଼େଇଟିକୁ ଫିଙ୍ଗିଦେଇ ମୁହଁ ଖୋଲିଲା ଚନ୍ଦ୍ରାବତୀ—''ଏମିତି ଅକ୍କା ହୋଇ ବସିଗଲା କାହିଁକି ବାପା? କ'ଣ ହେଇଛି? ଆଜି ଏଡ଼େ ସହଜ ଚାଲି ଆସିଲ କେମିତି? '' ଉତ୍ତର ଦେଇ ପାରିଲେ ନି ମାଖନ୍ଚୌଧୁରୀ। କିଛି ସମୟ ଗୁମ୍ମାରି କହିଲେ–''କହିବି ମା! ମୋତେ ଗିଲାସେ ପାଣି ପ୍ରଥମେ ପିଇବାକୁ ଦେ। '' ମାଟି ମାଠିଆରୁ ପାଣି ଗଡ଼ାଇ ବାପାଙ୍କ ବାପାଙ୍କ ହାତକୁ ବଢ଼ାଇ ଦେଲା ଚନ୍ଦ୍ରାବତୀ। ଆଶାପୂର୍ଣ୍ଣ କରି ପାଣି ପିଇଲେ ମାଖନ୍ଚୌଧୁରୀ। ଅନେକ ସମୟରେ ଏ ମାଠିଆର ପାଣିକୁ ନିର୍ବିକାର ଚିତ୍ତରେ ପିଇଯାଆନ୍ତି ସେ। କଟକ ସହରର ପାଣି ପାଇପାରୁ ପାଣି ନ ବାହାରୁଥିଲେ ମଧ୍ୟ ଯେଉଁ ପାଣି କଷ୍ଟରେ ଚନ୍ଦ୍ରାବତୀ ସଂଗ୍ରହ କରି ଆଣେ—ସେ ହୁଏ ମାଖନ୍ଚୌଧୁରୀଙ୍କର କୋଟିନିଧି ଜଳଖିଆ। ଦିନେ ହୁଏତ ଏଇ ମାଖନ୍ଚୌଧୁରୀଙ୍କୁ ଉପମା... ଦୋସା... ଖିରିମୋହନ ଭଲ ଲାଗୁ ନ ଥିଲା। ଆଜି କିନ୍ତୁ... କଟକ ସହରର ଔଷଧହୀନ କୀଟାଣୁଯୁକ୍ତ ପାଇପ୍ ପାଣିକୁ ସେ ପିଇ ଯାଆନ୍ତି ଆଦରରେ। ଚନ୍ଦ୍ରାବତୀ ପ୍ରଶ୍ନକଲେ ସେ କହନ୍ତି.. ମୋତେ ଭୋକ ନାହିଁ ମା! ତୁ ଖାଇ ଶୋଇ ଯା, ମୁଁ ପରେ ଖାଇବି। ଦିନକରେ ଓଳିଏ ଖାଇଲେ ଯଥେଷ୍ଟ, ତା'ପରେ କେବଳ ପାଇପ୍ପାଣି ହିଁ ମାଖନ୍ବାବୁଙ୍କର ଆଦରର ପାନୀୟ। ମାଖନ୍ବାବୁଙ୍କୁ ବାହାରେ ଦେଖିଲେ ତାଙ୍କ ଅବସ୍ଥାର ବିଚାର କରିବା କଷ୍ଟକର କଥା। କେବଳ ଏଇଥିପାଇଁ ଯେତେବେଳେ ମାଖନ୍ଚୌଧୁରୀ ନୂଆ କରି କଟକ ମାଟିରେ ଗୋଡ଼ ଦେଲେ–ସେତେବେଳେ ଅନେକ ଭାବିଲେ ଯେ—ମାଖନ୍ଚୌଧୁରୀ ପାକିସ୍ଥାନୀ ଗୁପ୍ତଚର। ତା'ପରେ କେତେକ ଭାବିଲେ... ମାଖନ୍ବାବୁ ଜଣେ ବଡ଼ ଡାକୁ ସର୍ଦ୍ଦାର। ପରେ ପରେ ଏ ସବୁ ଭାବନା ଦୂରେଇ ଗଲା। ମାଖନ୍ବାବୁ ଜୀବନ ସହିତ ଯୁଦ୍ଧ କଲେ। ଆଜି ଯେ କଟକ ସହରର ସାହୀବାଲାଙ୍କଠାରୁ ମାଖନ୍ବାବୁଙ୍କ ଗଞ୍ଜଣା ସହିବାକୁ ପଡ଼େ ନାହିଁ... ତାହା ନୁହେଁ। ମାସକୁ ମାସ ଏ ସାହୀ ଭିତରେ ନାନା ଚାନ୍ଦାର ହିସାବ ଫର୍ଦ୍ଦ ଆସେ। ପାଖରେ ପଇସା ନ ଥିଲେ ମାଖନ୍ ମୁଣ୍ଡ ହଲାନ୍ତି। ତା'ପରେ ଚାଲେ ସାହୀବାଲାଙ୍କ ଗୁଣ୍ତାମୀ। ତାଗିଦା କରି କେହି କେହି କହନ୍ତି—''ଯାବେ ଶଳା ଭଡ଼ାଟିଆ.. ଏଇ ବର୍ଷ ଅଗିରା ପୂନେଇକି ଦେଖିନେବା ତୋତେ। '' ଡରିଯାଆନ୍ତି ମାଖନ୍ଚୌଧୁରୀ। କାରଣ ସେ ଜାଣନ୍ତି... କଟକ ସହରର ସାହୀବାଲାଙ୍କ ନିକଟରେ ଭଲ ମନ୍ଦ ବୋଲି କିଛି ନାହିଁ। ଅସମ୍ଭବ ବୋଲି କିଛି ନାହିଁ। ସେମାନେ କରି ପାରନ୍ତି ସବୁକିଛି। ଏମିତି ଭାବୁ ଭାବୁ ଅନେକ ସମୟରେ ଢୋଳାଇ ପଡ଼ନ୍ତି ମାଖନ ଚୌଧୁରୀ। ସେଦିନ ସେମିତି ବସୁ ବସୁ ଢୋଳାଇ ପଡ଼ୁଥିଲେ। ହଠାତ୍ ଚନ୍ଦ୍ରାବତୀ ହଲାଇ ଦେଇ କହିଲା—''ବାପା! କ'ଣ ହେଇଛି କହିଲା ନାହିଁ ଯେ? ଏମିତି ବସି କି ଚିନ୍ତା ତୁମେ କରୁଛ? '' ମାଖନ ଚୌଧୁରୀ ଗଣ୍ଡଦେଇ ବହିଗଲା ଦୁଇଧାରା ଲୁହ। ସେ ଚନ୍ଦ୍ରାବତୀକୁ ଆଉଜାଇ ନେଲେ ନିଜ ଛାତି ନିକଟକୁ। ଅନେକ ଦିନ ପରେ ଆଜି ଏ ଆଶ୍ଲେଷ। ହୁଏତ ନୂଆଖାଲି ଛାଡ଼ିବା ପରେ ଆଉ ସେ ଚନ୍ଦ୍ରାବତୀକୁ କୋଡ଼କୁ ଟାଣିନେଇ ନ ଥିଲେ। ଅନେକ ସମୟ ପରେ ଚେତନା ଆସିଲା ମାଖନ୍ଚୌଧୁରୀଙ୍କର। ଝିଅ ବଡ଼ ହେଇଛି। ତାକୁ ଆଉ କୋଡ଼ରେ ପୂରାଇ ହେବନାହିଁ। ଧୀରେ ପୁଣି ସେ ଚନ୍ଦ୍ରାବତୀକୁ ଉଠାଇ ଦେଲେ କୋଳ ଉପରୁ।